ତାର ମୁନିଆ ତୀକ୍ଷ୍ଣ ବିଷଦାନ୍ତଗୁଡାକ କଟ କଟ କରି ଦିଶୁଚି। ସେ ଝରକା ପାଖରୁ ଘୁଞ୍ଚି ଆସିଲା ଓ ଟୁନୀକି ଆସିବାକୁ ଠାରି ଚୁପ୍ ରହିଲା-। ତଥାପି କଳା-ମୁଖ ତା' ମନପଥରେ ତାଣ୍ଡବନୃତ୍ୟ ଦେଖାଉଥାଏ। ମନେହେଲା–କାଣ୍ଡନଳ ସାପଟା ଯେମିତି ଘର ଭିତରେ ସଟ୍ସଟ୍ ହୋଇ। ବୁଲୁଛି କାମୁଡ଼ିବ କି? ସୁମି ତକିଆରେ ମୁଣ୍ଡଦେଇ ଶୋଇଲା। ଟୁନୀ ବି ତା ପାଖକୁ ଲାଗିଗଲା। କିଛିକ୍ଷଣ ପରେ ସେ କଣ ଭାବି ସହସା ଉଠି ବସିଲା। ଟୁନୀ ବି ତା ପରେ ଝାଡ଼ିଲା ତକିଆ। କାଣ୍ଡନଳ ସାପଟା ଏଇ ଝରକା ଦେଇ ଆସି ତକିଆ ତଳେ ଲୁଚିଅଛି କି କଣ? ସୁମି ଭାବିଲା–ଝରକା ଖୋଲା ରଖିବା ଆଉ ନିରାପଦ ନୁହେଁ। ଏଇ ଲତା ଦେଇ ସାପ ଯେ ନ ଆସିବେ କିଏ କହିବ। ଟୁନୀକୁ ଇଙ୍ଗିତ ଦେଲା ଝରକା ବନ୍ଦ କରିଦେବାକୁ। ଟୁନୀର ଆଉ ବଢ଼ିପାଣିକୁ ଚାହିଁଲାଭଳି ଧୈର୍ଯ୍ୟ ନଥାଏ। ସେ ଆଖି ବୁଜି ଅଣ୍ଡାଳି ଏକାନିଃଶ୍ୱାସରେ ଝରକା କବାଟ ଦୁଇଟା ବନ୍ଦ କରିଦେଇ ଶିକୁଳି ଲଗେଇ ଦେଲା। ଦୁହେଁ ଦୀର୍ଘନିଃଶ୍ୱାସରେ ଝରକା କବାଟ ବନ୍ଦ କରିଦେଇ ଶିକୁଳି ଲଗେଇ ଦେଲେ। ଦୁହେଁ ଦୀର୍ଘନିଃଶ୍ୱାସ ଛାଡ଼ି ଆଶ୍ୱସ୍ତ ହେଲେ। ଘର ଏବେ ଅଧିକ ଅନ୍ଧାରିଆ। ଅଧା ମେଲା ଦରଜା ଦେଇ ଯାହା ଅଳ୍ପ ଅଳ୍ପ ଦିନ-ଆଲୁଅ ଆସୁଚି। ସେ କିଛି ନୁହେଁ। ଆଟୁଘର କି ନା। ଦିନ ଦିପହରେ ଆଲୁଅ ନ ଜାଳିଲେ କିଛି ଦିଶେ ନାଇଁ। ଖଟତଳେ ମୁହଁ-ବନ୍ଧା କଳସି ଭିତରେ ବଡ଼ି ପଶି ରହିଛି; ଆଉ ଗୋଟାଏ କଳସିରେ ନିତ୍ୟାନି ଖର୍ଚ୍ଚ ଲାଗି ଚାଉଳ। ସବୁ କଳାରଙ୍ଗର କଳସି। ଆଟୁ ତଳର କାଠ ଉରାଗୁଡାକ ବି ଆଲ୍କାତରା ହୋଇ କଳା ମଚ୍ ମଚ୍ ଦିଶୁଚି। ଏଣୁ ଘରଟା ଭିତରେ ଖାଲି କଳା ଓ ଅନ୍ଧକାରର ରାଜତ୍ୱ। ଅନ୍ଧାରିଆ କଣଆଡ଼କୁ ଚାହିଁ ଟୁନୀକୁ ଡର ଲାଗିଲା, ସୁମିକୁ ତାଠାରୁ ବେଶି। ଉପାୟ ନଦେଖି ଟାଣିଆଣିଲା କମ୍ବଳଟା–ଦେହ ଉପରକୁ। ଟୁନୀ ଓ ସୁମି ଭିତରେ ଚୁପ୍ ହୋଇ ଶୋଇଲେ-। ଏବେ ଆଉ ବଢ଼ିପାଣି କିମ୍ବା କାଣ୍ଡନଳ ସାପ କେହି ତାଙ୍କୁ ଛୁଇଁ ପାରିବ ନାଇଁ। କିନ୍ତୁ ଯେତେ ଦୂରେଇବାକୁ ଚେଷ୍ଟା କଲେ ବି ଆଉ ସବୁକୁ ଆଡ଼େଇ ଦେଇ ସୁମି ଚିନ୍ତାରେ ବଢ଼ିପାଣିର ଚିତ୍ର ଆସି ହାଜର। ବାମ ଡାହାଣ ଯେଉଁ କଡ଼ମାଡ଼ି ଶୋଇଲେ ବି ସେଇ କାଣ୍ଡନଳ ସାପ ପହଁରିବାର ଦୃଶ୍ୟ ତାରି ଆଖି ସାମ୍ନାରେ। ଘରେ ଯେମିତି ବଢ଼ିପାଣିର ସୁଅ ପଡ଼ିଚି-। ଶୋଇଲା ଖଟ ଭାସୁଚି ପାଣିରେ। ଆଉ କାଣ୍ଡନଳ ସାପଟା ଖଟ ଗୋଡ଼ରେ ଲାଞ୍ଜ ଗୁଡ଼େଇ ସୁମିର ଗୋଡ଼ ନିକଟରେ ଫଣା ଟେକିଛି। ସୁମିର ଗୋଡ଼ ଥରି ଉଠିଲା। ସେ ହାତରେ ଗୋଡ଼ ଅଣ୍ଡାଳିଲା। କାଣ୍ଡନଳ ସାପଟା ସତକୁ ସତ ଗୁଡ଼େଇ ହୋଇଗଲା କି? ଟୁନୀ ଦେହରୁ ଝାଳ ବାହାରୁଚି–ସୁମିର ଫ୍ରକ୍ ଓଦା। ତେବେ ବି କମ୍ବଳଟି ଢାଙ୍କିହେବାକୁ ପଡ଼ିବହିଁ ପଡ଼ିବ। ସେଇ ସମୟରେ ସୁମି-ମା ନୀରବରେ ସେ ଘରକୁ ଚାଉଳ ନେବାକୁ ଆସିଲେ। ଖଟତଳ କଳସିରେ ଚାଉଳ। ସେ ନଇଁପଡ଼ି କଳସି ଅଣ୍ଡାଳିଲାବେଳକୁ ହଠାତ୍ ହାତ ଖଟ ଗୋଡ଼ରେ ବାଜି ଯିବାରୁ ଖଟ୍କରି ଶବ୍ଦ ହେଲା। ସୁମି ଓ ଟୁନୀ ନୀରବରେ ଶୋଇଥାନ୍ତି। ସୁମି-ମା ଚାଉଳ ମାପି ଚାଉଳଧୁଆରେ ଭର୍ତ୍ତି କଲାବେଳେ କାଚ ଝମ୍-ଝମ୍ ହେଲା। ସୁମି ଭାବିଲା–ନିଶ୍ଚୟ ଡାଆଣି। ଏଇ ଘରେ ସାନ ଖୁଡ଼ୀ ମରିଥିଲା ବୋଲି ମା' କହେ। ମା' କାଳେ ସାନ ଖୁଡ଼ୀର କାଚ ଶବ୍ଦ କେତେବାର ଶୁଣିଚି। ତାର ଭାରି ଲୋଭଥିଲା ଘର ଉପରେ; ଗୋରୁଗାଈ, ବେଲା ବାସନ, ଛୁଆ ପିଲାଙ୍କ ପ୍ରତି ତାର ବେଶି ଲୋଭଥିଲା। ଏ ନିଶ୍ଚୟ ସେଇ ସାନ-ଖୁଡ଼ୀର କାଚ ଶବ୍ଦ। ସୁମି ଥୟ ଧରି ରହି ନପାରି ହାଉଳି ଖାଇଲା–'ମା-ମା'। ଆଖି ବୁଜିଥାଏ–କମ୍ବଳ ଢାଙ୍କି ହୋଇଥାଏ। ସୁମି-ମା ଆଶ୍ଚର୍ଯ୍ୟ ହୋଇ କମ୍ବଳ କାଢ଼ିଲେ। ସେ ବୁଝି ପାରିଲେ ନାଇଁ ସୁମି ବାରମ୍ବାର ହାଉଳି ଖାଉଚି କାହିଁକି? ତା ପରେ ସୁମି କି ଟୁନୀ ଆଉ କେହି ଘର ଭିତରେ ଶୋଇଲେ ନାଇଁ। ହାଣ୍ଡିଶାଳେ ଚୁଲିମୁଣ୍ଡରେ ବସିଲେ–। ସେଠି ମା' ଅଛି, ଡର କଣ? ତା'ଛଡ଼ା ତେଲ ଜର ଜର ବଡ଼ି ଭଜା ଦୁଇଟା ଖାଇବାକୁ ମିଳିବ। କିଛି ନ ହେଲେ ଡାଲିସିଝା ଟିକେ। ସେ ବଢ଼ିପାଣି କଥା ଭୁଲିଯିବାକୁ ଚେଷ୍ଟା କଲା। ଟୁନୀ ସୁମି ପାଖରେ ବସିଥାଏ–ବାପା ଆସିଲେ ସେ ଘରକୁ ପଳେଇବ।